ମଞ୍ଚାର ଆଗ ପାଖକୁ ମାତ୍ର ଗୋଟାଏ କି ଦୁଇଟି ଛୋଟ ଫାଙ୍କା ରଖାଯାଇଥାଏ ବନ୍ଧୁକ ନଳି ବାହାରିପାରିବା ପାଇଁ। ଡାଳଗୁଡ଼ିକର କଟା ଜାଗାର ଧଳା ଅଂଶ ଯେପରି ତଳୁ ନ ଦିଶେ ସେଥିପ୍ରତି ବିଶେଷ ନଜର ଦେବାକୁ ପଡ଼େ; କାରଣ ସେ ଧଳା ଅଂଶ ଦେଖିଲେ ବାଘ ସନ୍ଦେହୀ ହୋଇ ପାଖକୁ ନ ଆସିପାରେ। ଗଛ ତଳେ ଡାଳପତ୍ର ମଧ୍ୟ କିଛି ପକାଯାଏ ନାହିଁ-ପାଖଆଖରୁ ଡାଳପତ୍ର ନଆଣି ଦୂରରୁ ଅଣାଯାଇ ମଞ୍ଚା ବନ୍ଧାଯାଏ ଓ ମଞ୍ଚା ବନ୍ଧାଯିବା ପରେ ବଳକା ଡାଳଗୁଡ଼ିକୁ ଦୂରରେ ପକାଇ ଦେବାକୁ ହୁଏ। କୌଣସି ପ୍ରକାର ଅପ୍ରାକୃତିକ ଘଟଣା ଦେଖିଲେ ବାଘ ମୋଟେ ଆସିବ ନାହିଁ। ମଣିଷଖିଆ ବାଘ କିନ୍ତୁ ଆହୁରି ହୁସିଆର। ତେଣୁ ଖୁବ୍ ସତର୍କତାର ସହିତ ଏସବୁ ନ କଲେ ବାଘ ଆସିବ ନାହିଁ। ଯାହାହେଉ ଲାଲୁବାବୁଙ୍କର ତତ୍ତ୍ୱାବଧାନରେ ସବୁ ଠିକ୍ମତେ ହେଲା। ଫାୟାର ଲାଇନ-ଜଙ୍ଗଲ ଭିତରେ ଗଛ କାଟି ସିଧା ସିଧା ରାସ୍ତା ଭଳି କରାଯାଇଥାଏ। ତା'ହେଲେ ଗୋଟାଏ ବଣରେ ନିଆଁ ଲାଗିଲେ ଅନ୍ୟ ବଣକୁ ଯାଇପାରିବ ନାହିଁ। ଏଭଳି ରାସ୍ତା ନିଆଁ ଅଟକାଇ ଦିଏ ବୋଲି,ଏହାକୁ ଫାୟାର ଲାଇନ କହନ୍ତି। ଆମ ପହଞ୍ଚିବାର ଦିନକ ପରେ ପଞ୍ଚକୋଟର ରାଜା ସାହେବ ସଦଳବଳେ ଆସି ପହଞ୍ଚିଲେ ଓ ବଙ୍ଗଳାରେ ରହିଲେ। ତାଙ୍କ ସଙ୍ଗେ ଥାଏ ତାଙ୍କର ଦୁଇନଳିଆ. ଏକ୍ସପ୍ରେସ୍ ରାଇଫଲ ଓ ଦୂରବିଣ ଖଞ୍ଜା. ମେଗ୍ନାମ ରାଇଫଲ ଓ ଆହୁରି କେତେ କ'ଣ। ଫଟୋ ନେବା ପାଇଁ ଏଗ୍ଯାକ୍ଟା କାମେରା; ସେଥିରେ ମଧ୍ୟ ଦୂରବିଣ ଖଞ୍ଜା ଯାଇଥାଏ। ସେ ଥିଲେ ଆମର ଅତିଥି। ଏଣୁ କଥା ହେଲା ଯେ ଅତିଥି ଆଗ ବାଘ ମାରିବେ-ତା'ପରେ ଆମେ ମାରିବୁ। ଠିକ୍ ପରଦିନ ବଙ୍ଗଳା ପାଖ ମଇଁଷିଟି ମଲା। ପରୀକ୍ଷା କରି ଜାଣିଲୁ-ମହାବଳ ବାଘ ମାରିଛି। ନରଖାଦକ ହୋଇଥିବ ନିଶ୍ଚୟ। ରାଜାଙ୍କର ବାଘ ପାଇଁ ବସିବାର ହେଲା। କିନ୍ତୁ ରାଜା ତ ଏକୁଟିଆ ବସି ରହିପାରିବେ ନାହିଁ। ଏଣୁ ମଞ୍ଚାଟି ବଡ଼ କରିବାକୁ ହେଲା। ରାଜାଙ୍କ ସଙ୍ଗରେ ତାଙ୍କର ଚାକର ବା ଶିକାରୀ ଓ ଗୁମାସ୍ତା ବସିଲେ। ରାତି ସାରା ଜଗିବାକୁ ହେବ। ତେଣୁ ଖାଇବାର ସରଞ୍ଜାମ ନିଆଗଲା। ଟର୍ଚ୍ଚ ଆଲୁଅ, ଥାରମସ-ଫ୍ଲାସ ଇତ୍ୟାଦି। ରହିଲା। ଏସବୁ ଆଡ଼ମ୍ବର ନେଇ ରାଜା ବସିଲେ। ଆମେ ସବୁ ଖାଇ ପିଇ ବ୍ରିଜ ଖେଳି ବଙ୍ଗଳାରେ ଶୋଇଲୁ। ତା' ପରଦିନ ସକାଳୁ ରାଜା ଓ ତାଙ୍କ ଚରମାନେ ଫେରିଆସିଲେ। ଖୁବ୍ ତାଜା ଦେଖାଯାଉଥିଲେ ସେମାନେ। ତାହାହେଲେ ରାତି ଉଜାଗର କ'ଣ ହୋଇନାହାନ୍ତି? ପରେ ଶୁଣିଲୁ ଯେ ରାତିଯାକ ରାଜାସାହେବ ଶୋଇ ଘୁଙ୍ଗୁଡ଼ି ମାରିଲେ। ବାଘ ତାଙ୍କୁ ଉଠାଇବାକୁ ଆଉ ଦରକାର ପଡ଼ିଲା ନାହିଁ। ଘୁଙ୍ଗୁଡ଼ି ଶବ୍ଦରେ ବାଘ ତ ବାଘ, ବାଘର ବାପା ଅଜା ମଧ୍ୟ ସେ ପାଖକୁ କେବେହେଲେ ଆସି ନ ଥାନ୍ତା। ମଇଁଷିଟିଏ ଅକାରଣ ମଲା ସିନା! ଯାହାହେଉ ଭାଇ ବିଚାରିଲେ ସେଦିନ ରାତିରେ ପୁଣି ସେ ନିଜେ ବସିବେ ବୋଲି। କାଳେ ଯଦି ବାଘ ଆସିଯାଏ! ବେଳେବେଳେ ବାଘ ଭୋକିଲା ଥିଲେ ଓ ପ୍ରଥମଥର ମଢ଼ ପାଖକୁ ଆସି ନ ପାରିଲେ ପରଦିନ ପୁଣି ଆସେ। ମାତ୍ର ମଣିଷଖିଆ ବାଘ ଅତ୍ୟନ୍ତ ଧୂର୍ତ୍ତ। ସେଦିନ ସକାଳ ଦଶଟା ସରିକି ଖବର ଆସିଲା ଯେ ଦୁଇ ଜଙ୍ଗଲର ଛକ ଜାଗାରେ ଯେଉଁ ପୋଢ଼ଟି ବନ୍ଧା ହୋଇଥିଲା ସେଉଟା ମରିଛି। ଲାଲୁବାବୁଙ୍କୁ ନେଇ ଆମେ ସବୁ ଗଲୁ ପରୀକ୍ଷା କରି ଦେଖିବାକୁ। ସେଠାକୁ ଯାଇ ଦେଖିଲୁ ମଇଁଷିଟିକୁ ଗୋଟାଏ ଚିତାବାଘ ମାରିଛି। ଚିତାବାଘ ମାରିଲେ ତା'ର ଦାନ୍ତ ଚିହ୍ନରୁ ଜଣାପଡ଼େ। ଚିତା ବା କଲରାପତରିଆର ଦାନ୍ତ ଛୋଟ ଛୋଟ ଓ କେନାଇନ୍ ଦାନ୍ତମାନଙ୍କର ଦୂରତ୍ୱ ଅଳ୍ପ। ମହାବଳ ବାଘର ଦାନ୍ତ ବଡ଼ ଓ କେନାଇନ୍ ଦାନ୍ତମାନଙ୍କର ଦ୍ୱରତ୍ୱ ବେଶି ଥାଏ,। ଆଖ ପାଖରେ ପାହୁଲ ପାହୁଲ ଦାଗ ମଧ୍ୟ ପଡ଼ିଥାଏ। ସେ ଦାଗ ସବୁ ପରୀକ୍ଷା କରି ଜାଣିଲୁ ଯେ କଲରାପତରିଆ ବା ଚିତାବାଘ ଛଡ଼ା ଅନ୍ୟ କିଛି ନୁହେଁ। ତେଣୁ ସୁବିଧା ଦେଖି ବଡ଼ ଝାଙ୍କୁଡ଼ା ଗଛରେ ମଞ୍ଚାଟିଏ ବନ୍ଧାଗଲା ଓ ଆମେ ବଙ୍ଗଳାକୁ ଜିପ୍ରେ ଫେରିଆସିଲୁ। ଅନ୍ୟ ଶିକାରୀମାନେ ସମସ୍ତେ ଆଗରୁ କଲରାପତରିଆ ବହୁତ ମାରିଥିବାରୁ ସେଉଟା ମାରିବାକୁ ମୋ ଉପରେ ପଡ଼ିଲା। ମଳୁ ଖୋଜୁଥିଲା ଯାହା ବଇଦ ବତାଇଲା ତାହା। ମୁଁ ତ ଆଗରୁ ବାଘଟିଏ ଶିକାର କରିବାକୁ ତିଆର ଥିଲି-ତେଣୁ ହେଉ ପଛେ କଲରାପତରିଆ-ବାଘ ତ!